ସଂକ୍ଷେପରେ ଏତିକି କହିଲେ ଯଥେଷ୍ଟ ହେବ ଯେ, ଲୋକଟିର ପୃଷ୍ଠଭୂମି ବେଶ୍ ରକ୍ତାକ୍ତ-। ଦୁଇ ଦୁଇଟା ଆସୁରିକ ଶକ୍ତିର ବଳ ପରୀକ୍ଷା। ହାଡ଼ମାନଙ୍କର କିଳିକିଳା ଶବ୍ଦ। ମାଂସପେଶୀର ସଂକୋଚନ ଓ ପ୍ରସାରଣ। ବାସ୍, ତା'ପରେ ନୀଳ ଶୂନ୍ୟତାର ଏକ ଲମ୍ବା ସିଡ଼ି। ଗୋଟି ଗୋଟି ଶୂନ୍ୟତାର ପାହାଚ। ଏକା ଏକା ନିଃସଙ୍ଗଭାବ। ଅନ୍ଧାରର ଗର୍ଭବେଦନା। ନିରଙ୍କୁଶଭାବ-। ତହିଁରୁ ଜୀବନ ପ୍ରତି ଅନୁରକ୍ତ ହୋଇ ବଢ଼ିଥିବା ସେଇ ଲୋକଟିର ସୃଷ୍ଟି, ସ୍ଥିତି ଓ ବିଲୟ-। ଦୃଶ୍ୟାରମ୍ଭ। ରାଜପଥ। ବୈଠକଖାନା। ଅଳିନ୍ଦ, ନିଳୟ, ପଟ୍ଟପରିବର୍ତ୍ତନ। ଡ୍ରପ ପୁଣି ଆରମ୍ଭ ପୁଣି ଶେଷ। କୌଣସି ପ୍ରତିଶ୍ରୁତି କାହାରିଠାରୁ ନପାଇବି ଲୋକଟି ଧାଉଁଥିଲା ବେଗଗାମୀ ଅଶ୍ୱ ଶାବକ ପରି। ତା' ଆଗରେ ଶୂନ୍ୟତା। ପଛରେ ଶୂନ୍ୟତା। ଉପରେ, ତଳେ, ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ ପ୍ରତି ଦିଗରେ, ପ୍ରତି କୋଣରେ ଖଣ୍ଡ ଖଣ୍ଡ ନୀଳ ଶୂନ୍ୟତା। ଲୋକଟି ଏକ ନିର୍ଦ୍ଦିଷ୍ଟ ବିନ୍ଦୁ, ଏକ ଦତ୍ତ! ଏକ ଚଳମାନ ବସ୍ତୁ। ଏକ ଜ୍ୟାମିତିକ ସଂଜ୍ଞା। ବିନ୍ଦୁକୁ କେନ୍ଦ୍ରକରି ଗଢ଼ି ଉଠିଥିବା ବ୍ରତ ଭିତରେ ଲୋକଟି ଘୂରୁଛି। ଚକ୍ରପରି ମନକୁ ମାରି କେଉଁ ପ୍ରାଗ୍-ଐତିହାସିକ କାଳରୁ! ଏତିକି ହିଁ ସତ୍ୟ। ଅବଶିଷ୍ଟ ଯାହା କିଛି ରହିଲା ସବୁ ମିଥ୍ୟା। ଅଳୀକ କ୍ଷଣସ୍ଥାୟୀ। ଲୋକଟି ଏକ ଦିମୁଣ୍ଡିଆ ପ୍ରାଣୀ। ତା'ର ଅନେକ ପ୍ରଶ୍ନ। ଅନେକ ଆପତ୍ତି ଓଜର। ଅନେକ ଅଭିଯୋଗ ଦାୟିତ୍ୱହୀନ ମାନଙ୍କ ପ୍ରତି। ପ୍ରଚଳିତ ନୀତି ବିରୁଦ୍ଧରେ। ଶାସ୍ତ୍ର, ଧର୍ମ, ସମାଜ, ସାମାଜିକ ପ୍ରଥା ପଦ୍ଧତି, ଈଶ୍ୱର ବିଶ୍ୱାସ ଓ ସାଂପ୍ରତିକ ସମୟର ବିଜ୍ଞାନ ଯୁଗ ବିରୁଦ୍ଧରେ। ଆଲୋକପ୍ରତି ଲୋକଟିର ଅଜସ୍ର ଘୃଣାଭାବ। ଅନ୍ଧକାର ପୃଥିବୀରେ ସେ ଏକ ବିରାଟ ଗତିଶୀଳ ଜୀବ। ସେ ଧାଉଁଛି ବେଗଗାମୀ ଟ୍ରେନପରି। କାହାରି ଯିବା ଆସିବା ମୁହୂର୍ତ୍ତରେ ଅପେକ୍ଷା ନକରି ସେ କୋଉଠି ଅଟକି ଯାଇନି। ଭାଙ୍ଗିପଡ଼ିନି। ଲୋକଟି ଏକ ସ୍ଥିର, ନିସ୍ତେଜ, ଦୀପଶିଖା ନୁହେଁ। ଏକ ଚଳମାନ ପରିଣତି। ଏକ ଭୟଙ୍କରୀ ଅଗ୍ନି ଉଦ୍ଗିରଣ। ଏକ ଇଲାନ୍ ଭିଟାଲ୍। ଲାଇପ୍ ଫୋର୍ସ। ଦେହରେ ତା'ର ଟାଣୁଆ ସାଞ୍ଜୁ। ପ୍ରଚଳିତ ସମାଜର ଧର୍ମ, ନୈତିକତା ଶିବିରରୁ ଯେତେ ଫାଙ୍କା ଆଓ୍ୱାଜ କଲେବି ଭୟଭୀତ ହେବନି ସେ। ସେ ଏକ ସାହସୀ ଉଦ୍ଦାମ ଯୁବକ।। ଲୋକଟି ଏକ ଯୁଦ୍ଧ ଖୋର ପୃଥିବୀର ପ୍ରାଣୀ। ସେ ନେତା ସାଜିବ। ବିପ୍ଳବ କରିବ। ସ୍ଳୋଗାନ ଦେବ ପ୍ରସସ୍ଥ ରାଜପଥ ଉପରେ। ତା' ଆଗରେ ଖାଲି ଯୁଦ୍ଧଂ ଦେହୀର ଡାକରା। ଅନ୍ଧାର ଓ ଆଲୋକର। ପ୍ରକୃତି ଓ ପ୍ରବୃତ୍ତିର! ଜୀବନ ଓ ମୃତ୍ୟୁର। ପଜିଟିଭ୍ ଓ ନେଗେଟିଭ୍ର। ଜୀବନର ଏଇ ଦ୍ୱନ୍ଦାତ୍ମକ ଗତିମଧ୍ୟରେ ଲୋକଟି ଜୀବନର ଅର୍ଥ ବୁଝିଛି। ଅର୍ଥ ବୁଝିଛି ବୋଲିତ ଜୀବନର ଆନମନା ଭାବ, ଦାନ୍ତନିକୁଟା ଭାବକୁ ଭଲଭାବରେ ନିରେଖି ଦେଖୁଛି। ଲୋକଟି ମନରେ ମସ୍ତବଡ଼ ପରିକଳ୍ପନା। ଏକ ସୁନ୍ଦର ସ୍ୱତନ୍ତ୍ର ପୃଥିବୀ। ଅଗଣିତ ଗ୍ରହ, ଉପଗ୍ରହ, କକ୍ଷ, ନକ୍ଷତ୍ରମାଳା। ତା'ରି ଭିତରେ ବଞ୍ଚିରହିବ ମଣିଷର ଧର୍ମ, ସମାଜ, ନୀତିନିୟମ, ଆଦର୍ଶ। ଏଥିପାଇଁ ଆବଶ୍ୟକ ହେଲେ ସେ ଯୁଦ୍ଧକରିବ। ତା' ରକ୍ତକୋଷରେ। ତଡ଼ିତ୍ ପ୍ରବାହରେ, ପ୍ରଶ୍ୱାସରେ, ସ୍ନାୟୁରେ, ଛୋଟବଡ଼ ସକଳ ଉପାଦାନରେ ଏକ ଯୁଦ୍ଧଖୋର ମନୋଭାବର ଇମେଜ୍। ସେ ଚାହେଁ ଅନ୍ୟସମସ୍ତେ ଠିକ୍ ତା'ରି ପରି ବଞ୍ଚନ୍ତୁ। ଜିଅନ୍ତା ମଣିଷ ବୋଲି ପରିଚୟ ଦିଅନ୍ତୁ। ଜୀବନର ସମସ୍ତ ଅତ୍ୟାବଶ୍ୟକ ଦାବି ଓ ସର୍ତ୍ତଗୁଡ଼ିକୁ ମାନିନେବାକୁ ମଣିଷ ବାଧ୍ୟ। ଯଦିବା ବଞ୍ଚିରହିବା ତା'ର ଏକାନ୍ତ ପ୍ରୟୋଜନ। ଆହାର, ନିଦ୍ରା, ଇନ୍ଦ୍ରିୟାନୁଭୂତି ଯେପରି ଅପରିହାର୍ଯ୍ୟ ସେହିପରି ନିଃସଙ୍ଗତା ନିର୍ଜନତା, ଅବକ୍ଷୟତା ଓ ମହାଶୂନ୍ୟ ମଧ୍ୟ ଗତିକରିବା ମଧ୍ୟ ମଣିଷର ସହଜାତ ପ୍ରବୃତ୍ତି। ଛୋଟ ବଡ଼ ଅନେକ ସର୍ତ୍ତ ଭିତରୁ ଯୌନତତ୍ତ୍ୱ ସମ୍ବନ୍ଧୀୟ ସମସ୍ତ ନୀତି ନିୟମରେ ଲୋକଟି ବେଶ୍ ଅଭ୍ୟସ୍ତ। ସେ ହିପ୍ପି ନୁହେଁ। ମାରିହୁଏନା, ଏଲ୍. ଏସ୍. ଡି. ମାନ୍ଡ୍ରାକ୍ସ ପ୍ରଭୃତିରେ ସେ ଅନୁରକ୍ତ ନୁହେଁ। ତା'ର ବିଶ୍ୱାସ ଯୌନତାହିଁ ଜୀବନର ମୂଳତତ୍ତ୍ୱ। ପ୍ରତ୍ୟେକ ବ୍ୟକ୍ତିର ଯୌନ ସମ୍ବନ୍ଧୀୟ ପ୍ରଚୁର ଜ୍ଞାନ ରହିବା ଉଚିତ। ଏହାକୁ ଅଶ୍ଳୀଳ ବୋଲି ଲେବଲ୍ ମାରି ଆଦର୍ଶବାଦର ମୁଖାଭିତରେ ପେଶୀ ହୋଇଯିବାକୁ ଦେବା ଅନୁଚିତ। ଏହା ଜୀବନର ଏକ ଅସାଧାରଣ ଅପରିହାର୍ଯ୍ୟ ବସ୍ତୁ ହୋଇଥିବାରୁ ଏହାକୁ ବାଦ୍ ଦେଇ ବସିଲେ ଜୀବନ, ଜୀବନ ନୁହେଁ। ମଣିଷ, ମଣିଷ ନୁହେଁ।